ମୁନିଋଷିମାନେ ତାଙ୍କ ଯୋଗରେ, ତାଙ୍କ ଧ୍ୟାନରେ, ତାଙ୍କ ଉପାସନାରେ ଏକାଗ୍ରତା ଆଣିବାପାଇଁ ହିଁ କେବଳ ମଦ୍ୟପାନ କରୁଥିଲେ। ଆଉ ଆପଣ? ମୁଁ? ମୁଁ ସଂସାରର ସବୁ ମାୟା, ମୋହ, ଦୁଃଖ, ଜଞ୍ଜାଳ ଭୁଲିଯାଏ ମଦ୍ୟପାନ ପରେ। ଆଉ ଦୁର୍ଗାଙ୍କୁ ଏକାଗ୍ର ଚିତ୍ତରେ, ଏକନିଷ୍ଠଭାବେ ପୂଜା କରିବାର ଅଭିପ୍ରାୟରେ ମୁଁ ମଦ୍ୟପାନ କରେ-। କାଲି ସେଇ ପ୍ରସାଦରୁ ଆପଣଙ୍କୁ କିଛି ଦିଆଯାଇଥିଲା। ଆପଣ ସେଇ ଅତିମାନବୀୟ ସ୍ତରକୁ ଯାଇପାରିନାହାନ୍ତି ବୋଲି ମଦର ଯେଉଁ ଶକ୍ତିଟି ଆପଣଙ୍କୁ ଗ୍ରାସକଲା ମୋ' କ୍ଷେତ୍ରରେ ସେଇ ଶକ୍ତିଟି ରାତିସାରା ମହାମାୟା ଜଗଦ୍ଧାତ୍ରୀ ମହିଷମର୍ଦ୍ଧିନୀ ଦୁର୍ଗାଙ୍କ ପୂଜାରେ ଏକାଗ୍ରତା ରକ୍ଷାକରିବାରେ ସାହାଯ୍ୟ କଲା। ସକାଳ ହେଲା ଯାହା ଟିକେ ବିଛଣା ଧରିଥିଲି। ଏ କଥା ଶୁଣି ମୁଁ ଯେତିକି ଆଶ୍ଚର୍ଯ୍ୟ ହୋଇଛି ତା'ଠୁଁ ଅଧିକ ଅନୁତାପ କରିଛି। ସତରେ ଏହା ଭିତରେ ଦର୍ଶନର ଏତେ ବଡ଼ ଝଲକ ଥାଇ ବି ତତ୍ତ୍ଵ ଦର୍ଶନ ଜ୍ଞାନ ରହିତ ମୁଁ ଅପଦାର୍ଥ ମଦପିଇ ନିଜକୁ ପଶୁ ବୋଲି ଭାବିବା ସଙ୍ଗେ ସଙ୍ଗେ ରଘୁବାବୁଙ୍କୁ ବି ସେଇଆ ଭାବିଥିଲି। ଅନୁଶୋଚନା ଆସିଲା ମନରେ। ଷ୍ଟେସନ ପାଖ ଘର ଲୋକେ ଗାଡ଼ି ଫେଲ୍ ହେଲାପରି ମୁଁ ରଘୁବାବୁଙ୍କ ଏତେ ନିକଟରେ ଥାଇ ବି ତାଙ୍କ ମହନୀୟ ଗୁଣକୁ ଏଯାଏ ଚିହ୍ନିପାରିଲି ନାହିଁ–ଏହା ହିଁ ମୋର ଦୁଃଖ ଆଉ ଅନୁଶୋଚନା। ରଘୁବାବୁଙ୍କୁ ଚିହ୍ନିବା ମୋର ଆଜିକାଲିକା କଥା ନୁହେଁ। ତାଙ୍କୁ ମୁଁ ଚୌଦବର୍ଷ ତଳୁ ଜାଣିଛି, ଆଜିଯାକେ ଯାହା ଜାଣେ–ଆଜି ସେ ଆଠତ୍ରିଶ ବର୍ଷର ଏକ ଷ୍ଟପେଜରେ। ଅବିରାମ ଚାଲିଛି ଏ ବୟସର ଗତି। କେଉଁ ଷ୍ଟେସନରେ ସେ ଅଟକିଯାଏନା–ଖାଲି କିଛି ସମୟ ରେଷ୍ଟ ନିଏ ଆର ଷ୍ଟେସନକୁ ଯିବା ପୂର୍ବରୁ। ଆସ୍ତିକ ଚାଲିଛି, ନାସ୍ତିକ ବି ଚାଲିଛି। କିନ୍ତୁ ଆସ୍ତିକ ଜୀବନର ଏଇ ଗତିର ଶେଷ ସେଇ ଷ୍ଟେସନରେ, ଯେଉଁ ଷ୍ଟେସନରେ ଜୀବାତ୍ମା ଲୀନ ହୋଇଯାଏ ପରମାତ୍ମା ଭିତରେ। ଜୀବାତ୍ମା ଓ ପରମାତ୍ମା ଏକ ଓ ଅଭିନ୍ନ ହୋଇଯାଏ। ରଘୁବାବୁଙ୍କ ଜୀବନର ଗତି ଏଇ ଷ୍ଟେସନକୁ। ରଘୁବାବୁ ଥିଲେ ଜଣେ ସାଧକ। କିନ୍ତୁ ତାଙ୍କର ଗୁରୁ କେହି ନଥିଲେ। ପୁରାଣ କହେ ବହୁ ଅସୁର ଦେବତାମାନଙ୍କୁ ନିଜ ରାଜ୍ୟରେ ବାନ୍ଧି ନାନା କାର୍ଯ୍ୟରେ ନିୟୋଜିତ କରୁଥିଲେ; କିନ୍ତୁ ଦେବତାଠୁଁ ବଳବାନ, ସ୍ଵେଚ୍ଛାଚାରୀ ଏଇ ଇନ୍ଦ୍ରୀୟମାନଙ୍କୁ ଆୟତ୍ତ କରିବା ଅସୁରମାନଙ୍କ ପକ୍ଷରେ ମଧ୍ୟ ସମ୍ଭବ ନଥିଲା, ଏଇଟା ସମ୍ଭବ କେବଳ ରଘୁବାବୁଙ୍କ ପରି ସାଧକଙ୍କ ପାଖରେ। ସେଇ ସାଧନା ବଳରେ ସେ ସବୁ ଇନ୍ଦ୍ରିୟକୁ ଆୟତ୍ତ କରି ଯେଉଁ ପଦ୍ମାସନରେ ବସିଥିଲେ ପ୍ରାଣାୟାମ ବଳରେ, ସେଇ ଅବସ୍ଥାରେ ସେ ଉର୍ଦ୍ଧ୍ୱକୁ ଉଠିବାକୁ ଲାଗିଲେ–ଦେହ ଉଠିଲା ଶୂନ୍ୟକୁ–ସବୁ ମାୟା ରହିଗଲା ସେହି ଧରିତ୍ରୀର ପୃଷ୍ଠଦେଶରେ–ଅଟକାଇ ପାରିଲାନି ରଘୁବାବୁଙ୍କୁ। ରଘୁବାବୁ ଉଠିଲେ ଶୂନ୍ୟକୁ। ଦେବତାମାନେ ଶୁନ୍ୟରେ ବିଚରଣ କରୁଥିବା ମୋ'ପାଇଁ ଥିଲା ରୂପ କଥା–ପୁରାଣ କଥା; କିନ୍ତୁ ଆମରି ଭିତରେ ଚଳପ୍ରଚଳ କରୁଥିବା ସାଧାରଣ ସ୍ଥୂଳ ଦେହଧାରୀ ରଘୁବାବୁ ଶୂନ୍ୟକୁ ଉଠିବା ମୋତେ ଚକିତ କରିଥିଲା। ମନେହେଲା–ଯେଉଁ ମଣିଷ ସାଧନା ବଳରେ ଶୂନ୍ୟକୁ ଉଠିପାରେ–ସେ ମଣିଷ ଆଜି ଶୂନ୍ ଶୂନ୍ୟଯାନ ନିର୍ମାଣ କରି ଆକାଶର ପୃଷ୍ଠରେ